ଗରିବ ଘରକୁ ଯାଆନ୍ତି ନାହିଁ, ପିଅନ ଘରେ ପାଦ ଦିଅନ୍ତି ନାହିଁ, ସେଠି ବି ଏଇ ବୁର୍ଜୋୟା ବିଚାର, ଆରିଷ୍ଟ୍ରୋକ୍ରେସିର ଉତ୍ପୀଡ଼ନ; ବଡ଼ ବଡ଼ ଲୋକଙ୍କ ଘର ବ୍ୟତୀତ ଏ ମହିମାମୟ ଭଗବାନଙ୍କର ବିଶ୍ରାମ ବା ଦର୍ଶନ ସ୍ଥାନ ଆଉ କେଉଁଠି ନାହିଁ? ମନ ଚୈତନ୍ୟ ଏମିତି ଭାବ ବିନିମୟ କରୁ କରୁ ଚତୁର୍ଦ୍ଦିଗରୁ କୋଳାହଳ-ସିନ୍ଧୁ ଉଛୁଳିପଡ଼ିଲା–ଆସିଗଲେ–କାହିଁ, କେଉଁଠି, କି ରୂପରେ ଆସୁଛନ୍ତି? ମଣିଷଶରୀର ତ? କଳ୍କି ପରେ ଶାସ୍ତ୍ର କଅଣ କହୁଛି, ଆଉ ଅବତାର ଅଛି କି? କେଉଁ ଆକାରରେ ଭଗବାନ ଆସୁଛନ୍ତି? ଦେଖ, ଶୁଣ, କଥା କିମିତି କହୁଛି, ଭଗବାନଙ୍କର ପୁଣି ରୂପ କଅଣ? ସେ କଅଣ ନର ହୋଇଛନ୍ତି? ଭଗବାନ ଭଗବାନ ରୂପରେ ଆସିବେ, ଆଗମନ କରିବେ, ଶୟନ କରିବେ, ଦୃଶ୍ୟ, ଅଦୃଶ୍ୟ ସବୁ ଅବସ୍ଥାରେ ସେ ଚଳପ୍ରଚଳ ହେବେ। ପୁଣ୍ୟ ଥିଲେ ତମେ ଦେଖିପାରିବ, ସଫା ନଦେଖି ପାରିଲେ ସୂଚନାରେ ପାଇବ। କୋଳାହଳ ବଢ଼ିଲା। ସେ ଆସିବା ପୂର୍ବରୁ କିମିତି ପବନରେ ସୁଗନ୍ଧ ବୋହିଆସିଲା। କୋଟି ଚମ୍ପକମାଳାର ଗନ୍ଧ, ଅୟୁତ ମଲ୍ଲୀର ସୁରଭି-ନିଶ୍ଚିତରେ ଆସିଗଲେ। ଅନେକେ ଉପରକୁ ଚାହିଁଲେ, ଅନେକେ ପାଖ ଲୋକର ଦେହକୁ ଆଙ୍ଗୁଠିରେ ଗେଞ୍ଜି ଦେଇ ସେହି ଆଙ୍ଗୁଠିକୁ ନାସିକା-ପାଖକୁ ନେଇ ଆଘ୍ରାଣ କଲେ; ସତେ ତ ଲକ୍ଷେ ଗୋଲାପର ମତୁଆଲା ସୁବାସ। ଆଗେ ତାହା ହେଲେ ବସନ୍ତ ଆସିବା ପୂର୍ବରୁ ଯେପରି କୋକିଳକୁହୁ ଆସିଯାଏ,ସେମିତି ତାଙ୍କର ଆସିବା ଆଗରୁ ସୁଗନ୍ଧ ବିତରିଗଲା। ଧନ୍ୟ ଭଗବାନ, ଧନ୍ୟ ତୁମ ମହିମା! କୋଳାହଳ ଫାଟିପଡ଼ିଲା–ଦେଖ, ଦେଖ, ମହୁ ବୋହିଯାଇଛି, ସେ ଯେ ବିରାଟ ଫଟ ତାଙ୍କର ଅଛି ସଭାମଣ୍ଡପରେ, ସେଥିରୁ ମହୁ ନିର୍ଗତ ହେଉଛି। ଉତ୍କଳ ଧନ୍ୟ ହେଲା। ଭଗବାନ, ଟିକିଏ କ୍ଷୀପ୍ରଭାବରେ ଏ ମହୁଧାରାକୁ ବୁହାଇ ଦିଅ; ଏ ଦେଶରେ ବଡ଼ ନଦୀ ମହାନଦୀ, ସେଠାରେ ଆଉ ପୁରୁଣା ଜଳସମ୍ଭାର ନ ଥୋଇ ତାକୁ ପରିଣତ କରିଦିଅ ମହୁରେ ଆଉ ବାକୀ ରହିଲା ଘିଅ। କିଏ ଜାଣେ ପାଟି କଲେ–ବନ୍ଦ କର ଏ ତାମସା, ଓଡ଼ିଶାରେ କେବେ ଘିଅ ମହୁ ଭାସିବ-? ବରଂ ସେ ମହିମାମୟ ଭଗବାନଙ୍କୁ କହିଦିଅ, ନଦୀମାତକା ଏ ଦେଶରେ ବହୁ ଜଳଧାରା ରହିଛି, ଭୋକିଲା ଓଡ଼ିଆ ଅଧ ପେଟରେ ପାଣି ଦି'ଚଳ ପି ଦେଇ ଶୋଇପଡ଼ିବ, ଏବେ ବି ଶୋଇପଡ଼ୁଛି। ମହୁ ପେଟରୁ ନ ଝରାଇ ଦୟାକରି ଯଦି ବାତ୍ୟାବିପନ୍ନ ଓଡ଼ିଆ, ଗୋରୁ ଓ ଗୃହପାଳିତ ପଶୁଙ୍କ ପାଇଁ ଚାଉଳ ଓ କୁଣ୍ଡା ଝରେଇ ପାରନ୍ତି ଭଗବାନ ଶୂନ୍ୟରୁ, ତେବେ ଏ ଦରିଦ୍ର ସରକାର ମାଥ୍ୟୁ ବା ପିଥୁ କେଉଁ ଭଗ୍ୟବାନ ଅଫିସରଙ୍କୁ ରିଲ୍ଫ୍ ବଣ୍ଟନ ପାଇଁ ପଠାନ୍ତାନାହିଁ। ତେଣୁ ପ୍ରତି ରନ୍ଧ୍ର ତଳେ ତୁମେ ଭଗବାନ ଛୁଟାଇଦିଅ ତଣ୍ଡୁଳ ପ୍ରବାହ, ଦିଅ ବସ୍ତ୍ରସମ୍ଭାର ଓ ବଞ୍ଚିବାପାଇଁ ଅତ୍ୟାବଶ୍ୟକୀୟ ବହୁ ଦ୍ରବ୍ୟ। ଝୋଲାମାରି ବସିଯାଇଥିଲେ ଥୋକେ ସେକ୍ରେଟରିଏଟ କର୍ମଚାରୀ। ସମସ୍ତଙ୍କର ଲଲାଟରେ ଗୁରୁଚିତା, ତ୍ରିକଲି। ଭକ୍ତ ଏମାନେ; ଭଜନ ଗାୟକ ଭାବରେ ଏମାନଙ୍କର ସୁନାମ ଅଛି-। ପ୍ରତି ଗୁରୁବାରରେ ଏହାଙ୍କର ଚାହିଦା ବଢ଼ିଯାଏ…. ଏମାନେ ଭଜନ ଗାନକରନ୍ତି। ତାଳମାନ ଓ ଲୟ ସହିତ ଏମାନଙ୍କର ଗାୟନପଦ୍ଧତି ବଡ଼ ସୁନ୍ଦର। ପଚରାପଚରି ହେଉଥିଲେ ପରସ୍ପର ଭିତରେ ଗଗନ ବାବୁ, କାହାନ୍ତି ବାବା? କଅଣ ଆସିବେ ନାହିଁ କି?... କି କଥା କହୁଛ, ପରମାଣିକ ବାବୁ, ଛଅମାସ ହେଲା ଚାନ୍ଦା କରି କରି ମୁଁ ଏକା ଗୋଟିଏ ଲୋକ ଦଶହଜାର ଟଙ୍କା ଉଠେଇଛି। ମୋ' ଭଳି ଶହେ ଲୋକ